କେଉଁ ଭାଷାରେ ସେ ଆଲେସ୍କିଙ୍କୁ ଏଥିରୁ ନିବର୍ତ୍ତାଇବେ ଭାବି ଠିକ୍ କରିବା ତାଙ୍କ ପକ୍ଷରେ ଦୂରୁହ ହୋଇ ପଡ଼ିଲା। ସେ ଖଣ୍ଡି ଖଣ୍ଡି ଗଳାରେ ଆଲେସ୍କିଙ୍କୁ କହିଲେ, ''ଦେଖ ଆଲେସ୍କି, ଉପଗ୍ରହରୁ ଆହୁରି ମହାଶୂନ୍ୟ ଭିତରକୁ ଯିବା ଦରକାର ନାହିଁ। ଉପଗ୍ରହଠାରୁ ମହାଶୂନ୍ୟ ଭିତରକୁ ଯେତେ ପାରିବେ ସେତେ ପର୍ଯ୍ୟବେକ୍ଷଣ କର-। ଉପଗ୍ରହ ତ ଏକେ ବିପଦସଂକୁଳ ସ୍ଥାନ; ପୁଣି ସେଠାରୁ ମହାଶୂନ୍ୟ କଥା କହୁଛ, ଏଭଳି ମୁଁ କଦାପି ଅନୁମତି ଦେଇପାରିବି ନାହିଁ। ଉପଗ୍ରହରୁ ତୁମେ ଯେତିକି ପର୍ଯ୍ୟବେକ୍ଷଣ କରିବ, ସେତିକି ଆମର ଯଥେଷ୍ଟ। ତୁମ୍ଭମାନଙ୍କ ଜୀବନକୁ ସଂକଟାପନ୍ନ କରି ଆମେ ମହାଶୂନ୍ୟ ସମ୍ବନ୍ଧରେ ଅଧିକ ଜ୍ଞାନ ଅର୍ଜନ କରିବାକୁ ଚାହୁଁ ନାହିଁ। '' ''ଆପଣ ଭୟ କରନ୍ତୁ ନାହିଁ ଡିରେକ୍ଟର! ଆମ ସଙ୍ଗରେ ଯେ ମହାଶୂନ୍ୟ–ବୋଇତ–ବିଶେଷଜ୍ଞ ନିଜେ ଯାଉଛନ୍ତି। ବୋଇତର କେଉଠିଁ କିଛି ଖରାପ ହେଲେ ଆମେ କ'ଣ ସଙ୍ଗେ ସଙ୍ଗେ ସଜାଡ଼ି ନେଇ ଫେରିପାରିବୁନି? ସଙ୍ଗରେ ମଧ୍ୟ ଆମେ ଗୋଟିଏ ବଡ଼ ଦୂରବୀକ୍ଷଣ ନେଇ ଯାଉଛୁଁ-। ବେତାର ସାହାଯ୍ୟରେ ଆମେ ଉପଗ୍ରହ ସହିତ ସର୍ବଦା ସଂଯୋଗ ରଖିଥିବୁଁ। ମହାଶୂନ୍ୟ ମଧ୍ୟରେ କଦବା କେମିତି ଯଦି ଆମର କିଛି ବିପଦ ପହଞ୍ଚେ, ତେବେ ବେତାର ସାହାଯ୍ୟରେ ଉପଗ୍ରହକୁ ଖବର ପଠାଇଲେ ସେମାନେ ଆମକୁ ଯାଇ ବିପଦରୁ ଉଦ୍ଧାର କରି ପାରିବେ। '' ''ନାଇଁ ଆଲେସ୍କି! ତୁମକୁ ଅନୁମତି ଦେବାପାଇଁ କାହିଁକି ମୋ ମନ କହୁନାହିଁ। ମୋର ସବୁବେଳେ ମନେ ହେଉଛି, ସତେ ଯେପରି ସେହି ମହାଶୂନ୍ୟ ଭିତରେ ଆହୁରି କିଛି ବଡ଼ ବିପଦ ଲୁଚିରହିଛି। ମୋତେ କ୍ଷମାକର ଆଲେସ୍କି! ମୁଁ ତମର ଅନୁରୋଧ ରକ୍ଷା କରିବାକୁ ଅକ୍ଷମ। '' ଆପଣ ଆଉ ଥରେ ମୋ ଆନୁରୋଧକୁ ବିଚାର କରି ଦେଖନ୍ତୁ ଡିରେକ୍ଟର! ଆପଣ ଅଯଥା ଏକ କାଳ୍ପନିକ ଭୟ ଓ ଆଶଙ୍କାରେ ଆମକୁ ନିରୁତ୍ସାହିତ କରନ୍ତୁ ନାହିଁ। କିଏ ଜାଣେ ଆମର ଏହି ନୂତନ ଆବିଷ୍କାର ପୃଥିବୀର ଏକ ବଡ଼ ପୁରୁଣା ମତକୁ ପୂରାପୂରି ବଦଳାଇଦେଇ ପାରିବ। ସେତେବେଳେ ଆମ ବୈଜ୍ଞାନିକମାନଙ୍କର ଯେଉଁ ଗୌରବ ହେବ, ତାହା ଆପଣା ଭାବୁଛନ୍ତି ତ ଡିରେକ୍ଟର? ମହାଶୂନ୍ୟରେ ସେପରି କୌଣସି ବିପଦ ଆଶଙ୍କା କରନ୍ତୁ ନାହିଁ। ଆମେ ଖୁବ୍ ସାବଧାନତା ସହକାରେ ଯାଇ ଫେରିଆସିବୁ। ମୋର ପୁଣି ଅନୁରୋଧ, ''ଆପଣ ଆଉ ଥରେ ମୋ ଅନୁରୋଧକୁ ବିଚାର କରନ୍ତୁ। '' ଡିରେକ୍ଟର ପାଲାଭିନ୍ଙ୍କୁ ବହୁ ବୁଝାସୁଝା କଲାପରେ ସେ ଅତି କଷ୍ଟରେ ରାଜି ହେଲେ; କିନ୍ତୁ ଅନୁମତି ଦେବା ପୂର୍ବରୁ ତାଗିଦ୍ କରି କହିଲେ, ''ଗୋଟିଏ କଥା ଆଲେସ୍କି! ତୁମ୍ଭେମାନେ ଯେତେବେଳେ ମହାଶୂନ୍ୟ ଭିତରକୁ ଯିବ, ତୁମର ବାର୍ତ୍ତା ସବୁବେଳେ ଜଣାଇ ଦେଉଥିବ ଉପଗ୍ରହକୁ-। ସେଠାରୁ ଲେନିନ୍ ମାନମନ୍ଦିରକୁ ଯେପରି ସଙ୍ଗେ ସଙ୍ଗେ ଖବର ଆସୁଥିବ, ସେଥିପ୍ରତି ବନ୍ଦୋବସ୍ତ କରିଦେଇ ଯିବ। ଖବରଦାର, ଉପଗ୍ରହଠାରୁ ଅଧିକ ଦୂରକୁ ଯିବାକୁ ଚେଷ୍ଟା କରିବ ନାହିଁ-। ତୁମ୍ଭେମାନେ ବୁଝୁନାହଁ, ମୁଁ କେତେ ବଡ଼ ଦାୟିତ୍ୱ ନିଜ ମୁଣ୍ଡ ଉପରେ ନେଇ କମିଶନ୍ର ଅନ୍ୟ ସଭ୍ୟମାନଙ୍କୁ ନ ପଚାରି ତୁମକୁ ଅନୁମତି ଦେଉଛି। ହଁ, ବେଶି ଲୋକ ସଙ୍ଗରେ ନେବ ନାହିଁ। ଦିନରୁ ଅଧିକ ସମୟ ମହାଶୂନ୍ୟ ଭିତରେ ରହିବା ପାଇଁ ଭୁଲରେ ଯେମିତି ଚେଷ୍ଟା ନ କର। '' ଆଲେସ୍କି, ତାଙ୍କ ବନ୍ଧୁ ରକେଟ୍ଯାନ–ବିଶାରଦ ଜାରୋଭିନ୍, ଅନ୍ୟତମ ଜ୍ୟୋତିର୍ବିତ୍ ଷ୍ଟିପାନୋଭ, ଡାକ୍ତର ଜୁଖୋଭସ୍କି ଓ ଅନ୍ୟ ଦୁଇଜଣ ବନ୍ଧୁଙ୍କୁ ଧରି ମହାଶୂନ୍ୟର ସେଇ ଦିଗକୁ ଲକ୍ଷ୍ୟକରି ଏକ ମହାଶୂନ୍ୟ ବୋଇତରେ ବସି